ସେହି ଅସଂଖ୍ୟ ଉନିଦ୍ର ରାତି ମଧ୍ୟରୁ ଆଜି ମାତ୍ର ଗୋଟିଏ। ରାତି ବାରଟା ପରେ ଶାନ୍ତନୁ ବଗିଚାର କମ୍ପାଉଣ୍ତ ଭିତରେ ବୁଲିବାକୁ ଭଲ ପାଆନ୍ତି। ଅନେକ କଥା ଚିନ୍ତା କରନ୍ତି। ଏଇ ବଗିଚାରେ ଆଦରର ସ୍ତ୍ରୀଙ୍କ ସହିତ ଦିନ ଦିନ କଟିଛି। ସେଇ ସ୍ମୃତି ପୁଣି ଫିଟିପଡ଼େ ଶାନ୍ତନୁଙ୍କର। ପୁଣି ଯୁବକ ହୋଇ ଉଠନ୍ତି ଶାନ୍ତନୁ। ହାତରେ କିନ୍ତୁ ଶାନ୍ତନୁ ଧରିଥାନ୍ତି ଏଇ ରାଇଫଲଟିକୁ। ଯୁବକ ସମୟରେ ଶାନ୍ତନୁ ଥିଲେ ଜଣେ ପ୍ରବୀଣ ଶିକାରୀ। ରାତିର ଅନ୍ଧକାରରେ ସେ ଜଙ୍ଗଲରେ ବୁଲି ଶିକାର କରୁଥିଲେ। ଖୁରିଙ୍ଗ ହରିଣଙ୍କ ପଛରେ ଧାଉଁଥିଲେ। ଏଇ ଶିକାର ପ୍ରିୟକାକୁ ଉତ୍ସାହିତ କରିବା ପାଇଁ ଜଉଗଡ଼ର ରାଜା ସାହେବ ତାଙ୍କୁ ଉପହାର ଦେଇଥିଲେ ରାଇଫଲଟିକୁ। ସେ ଅନେକ ଦିନର ଘଟଣା। କିନ୍ତୁ ସେ ବନ୍ଧୁକଟିକୁ ଭୁଲି ନାହାଁନ୍ତି ଶାନ୍ତନୁ। ଠିକ୍ ରାତିର ଘନୀଭୂତ ନିଷିଦ୍ଧ ଅନ୍ଧକାର ଯେବେଳେବେ ଗାଢ଼ରୁ ଗାଢ଼ତର ହୋଇଉଠେ ସେତେବେଳେ ପାଗଳ ହୋଇ ଉଠନ୍ତି ଶାନ୍ତନୁ। ଏଇ କମ୍ପାଉଣ୍ତର ଜିନିଆଁ ଫୁଲ ବଗିଚାରେ ସ୍ତ୍ରୀ ଜୟନ୍ତୀଙ୍କ ଟ୍ୱିଙ୍କଲ୍ଶାଢ଼ିଟାକୁ ଟାଣିଧରି କହନ୍ତି ତୁମକୁ ଦେଖି ମୁଁ ପାଗଳ ହେଉଛି ଜୟନ୍ତୀ ତୁମେ ଆକାଶୀ ରଙ୍ଗର ଶାଢ଼ି ପିନ୍ଧି ଏ ଆକାଶରେ ମିଶିଯାଅ। ଠିକ୍ ସର୍ବବ୍ୟାପୀ ଇଥର ଭଳି ଚାଳିଆଡ଼େ ବ୍ୟାପୀଯାଇ ମୁଁ ତୁମକୁ ଖୋଜିବାକୁ ଚେଷ୍ଟା କରିବି। ଆମ ଜୀବନର ଏ ଲୁଚକାଳି ଖେଳ ଖୁବ୍ ସୁଖକର ହେବ। ହସି ହସି ବେଦମ୍ ହୁଅନ୍ତି ଜୟନ୍ତୀ ଲୁଗା କାନିଟାକୁ ଟାଣିଦେଇ କହନ୍ତି ''ହଉ ଛାଉ ରାତି ବେଶୀ ହେଲାଣି ଶୋଇବ ଆସ। '' ଚମକି ଉଠନ୍ତି ଶାନ୍ତନୁ କଥାର ମଙ୍ଗ ବୁଲାଇ କହନ୍ତି ''ଚେଇଁବା ଅପେକ୍ଷା କ'ଣ ଶୋଇବା ଅଧିକ ସୁଖକର ଜୟନ୍ତୀ? '' ଜୟନ୍ତୀଙ୍କ ମୁହଁରୁ କଥା ଓଲଟେ ନାହିଁ। ଶାନ୍ତନୁଙ୍କ ନିକଟକୁ ଲାଗିଆସି କହନ୍ତି ''ଛି ସବୁ ବେଳେ '' ଆହୁରି ଦୁଷ୍ଟ ହୋଇ ଉଠନ୍ତି ଶାନ୍ତନୁ। ଜିନିଆଁ ଫୁଲରୁ କେତୋଟି ଜୟନ୍ତୀଙ୍କ ମୁଣ୍ତରେ ଖୋସି ଦେଉଁ ଦେଉଁ କହନ୍ତି ତୁମେ ମୋ ବେକରେ ଗୋଟିଏ ସୁନ୍ଦର ମଲ୍ଲିହାର ଭଳି ଯେମିତି ସୁନ୍ଦର ଦିଶୁଛ ଏ ଫୁଲ ତୁମ ମୁଣ୍ତରେ ସେମିତି ଦିଶୁଛି। ଲାଜରା ହୋଇ ଶାନ୍ତନୁଙ୍କ କୋଳରେ ମୁଣ୍ତ ଲୁଚାନ୍ତି ଜୟନ୍ତୀ। ଅବଶ ହୋଇ ଆସେ ଜୟନ୍ତୀଙ୍କ ଅଙ୍ଗଲତା ତା'ପରେ. ତା'ପରେ କାତର ହୋଇ ଚିତ୍କାର କରନ୍ତି ଶାନ୍ତନୁ। ଏ କ'ଣ ଜୟନ୍ତୀ ଯେ ମୂର୍ଚ୍ଛିତା! ମୂର୍ଚ୍ଛା ରୋଗୀ ଜୟନ୍ତୀ। ସମୟ ଅସମୟରେ ମୂର୍ଚ୍ଛା ଯାଆନ୍ତି ସେ। ଜୟନ୍ତୀଙ୍କୁ ଦେଖି ଭାଙ୍ଗି ପଡ଼ନ୍ତି ଶାନ୍ତନୁ। ଶୂନ୍ୟେ ଶୂନ୍ୟେ ଘର ଭିତରକୁ ଟେକି ଆଣୁ ଆଣୁ କହନ୍ତି ଏ ପାଗଳକୁ ତୁମେ କ'ଣ ସୁସ୍ଥ କରି ପାରିବନି ଜୟନ୍ତୀ? କେବଳ ପାଗଳର ପାଗଳାମୀ ଦେଖି ଏମିତି ମୂର୍ଚ୍ଛା ଯାଉଥିବ? ସେହି ବାରିଷ୍ଟର ଶାନ୍ତନୁ ଆଜି ଜୀବନର ଅନେକ ପୃଷ୍ଠା ଓଲଟ ପାଲଟ ହୋଇଛି। ଅନେକ ଭବିଷ୍ୟତ ବିଗତ ହୋଇଯାଇଛି। ସେଇଥିପାଇଁ ରାତି ରାତି ଉନିଦ୍ର ରହି ସେ ଖୋଜୁଛନ୍ତି ଶାନ୍ତି। ମଣିଷର ଜୀବନ କୈନ୍ଦ୍ରିକ ଆଶା ଆଉ ଅଭିଳାଷ ସର୍ବଦା ଶାନ୍ତି କାମନା କରେ। କାମନା ତାଡ଼ନାରେ ମାନବିକତା ତାଡ଼ିତ ହୁଏ। ସୀମାହୀନ ସାଗର ଦେହରେ ନାଗ ପିଠିରେ ଅନନ୍ତ ଶୟନ ପରିମାବିକତା ଶୋଇରହେ ଜୀବନରେ ନିଭୃତ କୋଠରୀ ଭିତରେ। ସେହି ମାନବିକତାକୁ ହାତମାରି ଉଠାଇବା ଲାଗି ଚେଷ୍ଟା କରନ୍ତି ଶାନ୍ତନୁ। ଆଜି ଚନ୍ଦ୍ରାବତୀକୁ ଦେଖିବା ପରେ ଚେଷ୍ଟା। କରନ୍ତି ମନ ଦୋହଲି ଉଠିଛି। କେତେ କ'ଣ ଚିନ୍ତା କରୁଛନ୍ତି ସେ। ଚନ୍ଦ୍ରାବତୀ ସୁଶ୍ରୀ ସ୍ୱାସ୍ଥ୍ୟବତୀ ବାଳିକା ଚନ୍ଦ୍ରାବତୀ ହୁଏତ ଜୀବନରେ କାହାରି ସାହାରା ପାଇ ନାହିଁ କାହାରି ସ୍ନେହ ପାଇ ନାହିଁ ସେଥିଲାଗି ଚୋରୀ କରିବାକୁ ଇଚ୍ଛା କରିଛି ସେ କିନ୍ତୁ ଲୋପାମୁଦ୍ରା। ସବୁ ଥିବା ଭିତରେ